ଲୋକଟିର ଗତିଶୀଳ ଅବସ୍ଥାକୁ ଲକ୍ଷ୍ୟକରି ଯେ କେହି ସହଜରେ ମତ ଦେଇ ବସିବ ଯେ, ଲୋକଟି ଆଦୌ ନପୁଂସକ୍ ନୁହେଁ। ବ୍ୟାଧିଗ୍ରସ୍ତ ବି ନୁହେଁ। ସେ ନିଜକୁ ଭଲରୂପେ ଚିହ୍ନିଚି। ଜାଣିଛି। ମାଇଲ୍ ମାଇଲ୍ ଧରି ଗାଁ ଗହଳିର ଛାଇ ଛାଇଆ ଦୃଶ୍ୟ ଦେଖିଛି। ତା' ସାମନାରେ ଲମ୍ବି ଯାଇଥିବା ଧଳାରାସ୍ତା ଉପରେ ଲୋକଟିର ରେସ୍ କରୁଥିବାର ଦୃଶ୍ୟ କି ସୁନ୍ଦର ସତେ! ତା'ର ପଡ଼ୋଶୀମାନେ ଦେଖଣାହାରୀମାନେ ପରସ୍ପର ଭିତରେ ଚୁପ୍ଚାପ୍ କଥା ହେଉଥିଲେ ''ଆହାଃ, ବିଚରା, ବେୟକୁଫ୍, କୋଉଠୁଁ ଆସିଲା? କେମିତି ଆସିଲା? କାହିଁକି ବା ଆସିଥିଲା? କେଉଁଠି ତା'ର ଗାଁ, ଡାକଘର, ଜିଲ୍ଲା, ପ୍ରଗଣା, ଥାନା, ମହକୁମା,? ଏମାନେ ସମସ୍ତେ ଦର୍ଶନ, ବିଜ୍ଞାନ, ଇତିହାସର ନିର୍ଦ୍ଦିଷ୍ଟ ମନଗଢ଼ା ନିୟମରେ ଗଢ଼ି ଉଠିଥିବା ମଣିଷ। ଏଣୁ ଏମାନଙ୍କ ଚିନ୍ତାଧାରା ଜୀବନ ପ୍ରତି ମହଜୁଦ୍ ହୋଇ ରହିଥିବା ଧାରଣା, ଏମାନଙ୍କର ନିଜସ୍ୱ। ଲୋକଟି କିନ୍ତୁ ଭିନ୍ନ ଉପାଦାନରେ ଗଢ଼ା। ଜୀବନରୁ ସେ ସତ୍ୟାସତ୍ୟ ନିରୂପଣ କର ଏମିତି ଏକ ନୂତନବାଦ ପ୍ରତିଷ୍ଠା କରିବ। ଏମିତି ଏକ ନୂତନ ଉପାୟ କାଢ଼ି ଅନ୍ୟମାନଙ୍କୁ ଚକିତ କରିଦେବ। ଯାହାକି ପ୍ରଚଳିତ ମୂଲ୍ୟବୋଧଠାରୁ ଯଥେଷ୍ଟ ମାତ୍ରାରେ ବେଶୀ ଯୁକ୍ତିସଂଗତ ହୋଇଯିବ। ତା'ର କୌଣସି ପରିଚୟ ଦେବାର ଆବଶ୍ୟକତା ନାହିଁ। ଠିକଣା ଟିପିବା ମୂଲ୍ୟହୀନ। ସେ ଏକ ପ୍ରଚଣ୍ଡ ଅଗ୍ନିଶିଖା! ଏକ ଭୟଙ୍କରୀ କାଳରାତ୍ରିର ପ୍ରହରୀ। ଯୁଗ ଯୁଗର ପୁଞ୍ଜିଭୂତ ଧର୍ମ ବିଶ୍ୱାସକୁ ଭାଙ୍ଗିରୁଜି ଖଣ୍ଡଖଣ୍ଡ କରି ସେ ଜୀବନର ପ୍ରତ୍ୟେକଟି ସ୍ୱତନ୍ତ୍ର ମୁହୂର୍ତ୍ତକୁ ଚିହ୍ନି ରଖିବା ପାଇଁ ଆବଶ୍ୟକୀୟ ସାହାସ ସଞ୍ଚୟ କରି ଶିଖିଛି। ବଞ୍ଚିରହିବା ପାଇଁ କେବଳ ସାହାସ ଓ ଧୈର୍ଯ୍ୟ ଲୋଡ଼ା-। ସାମାଜିକ ଫେସନ ମୂଲ୍ୟହୀନ। ଦାର୍ଶନିକ ସକ୍ରେଟିସ୍ଙ୍କ ପରି ଲୋକଟି ସମସ୍ତ ଶକ୍ତି ବିନିଯୋଗ କରି ଧାଉଁଛି ଖାସ୍ ଗୋଟିଏ ଜିଦ୍ ରେ। ଲୋକଟି କିନ୍ତୁ ଦାର୍ଶନିକ ନୁହେଁ। ଦର୍ଶନର ନୀତି ନିୟମ ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅନଭିଜ୍ଞ। ଦାର୍ଶନିକମାନଙ୍କ ଉପରେ ତା'ର ସେତେ ବେଶୀ ବିଶ୍ୱାସ ନାହିଁ-। ଯେତିକି ବିଶ୍ୱାସ ଅନ୍ତତଃ ରହିବାର କଥା। ତା'ର କାରଣ ହେଉଛି ଦାର୍ଶନିକମାନେ ଯୁକ୍ତିବାଦୀ-। ଅଧିକାଂଶ ସମୟ ଯୁକ୍ତିତର୍କ କରି ଖର୍ଚ୍ଚ କରି ଦିଅନ୍ତି। କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବା ସେମାନଙ୍କ ପକ୍ଷେ କଷ୍ଟକର। ସେଥିପାଇଁ ପ୍ରଚଳିତ ସମାଜରେ ସେମାନଙ୍କ ସଂଜ୍ଞା ବଡ଼ ବିଚିତ୍ର-। ଦାର୍ଶନିକ ଓ ଦର୍ଶନ ସମ୍ବନ୍ଧୀୟ ଯାବତୀୟ ଘଟଣା ଉପରେ ଲୋକଟିର କେମିତି ଏକ ଆନମନା ଭାବ ଆଜନ୍ମରୁ। ଲୋକଟିକୁ ଯେତେବେଳେ ସାତଆଠ ବର୍ଷ ମାତ୍ର। ସେ ସେତେବେଳେ ତା' ମା ସହିତ ମନ୍ଦିରକୁ ଯାଇଛି, ପୂଜାରୀର ଘଣ୍ଟିବଜା ଆଓ୍ୱାଜ ଓ ଆଳତୀର ଦୃଶ୍ୟ ତା' ମନରେ କେମିତି ଏକ ଅଜଣା ଆନନ୍ଦ ସୃଷ୍ଟି କରିଛି। ଲୋକଟିର ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ତା'ର ସ୍ୱତଃ କେମିତି ଏକ ଦୁର୍ବଳତା ଦେଖା ଦେଇଛି ମନ୍ଦିର ଓ ତତ୍ ସଂକ୍ରାନ୍ତୀୟ ଧର୍ମ ଓ ଦେବତାମାନଙ୍କ ସମ୍ପର୍କରେ। ଆସ୍ତେ ଆସ୍ତେ ବୟସ ବଢ଼ିବା ସଙ୍ଗେସଙ୍ଗେ ଲୋକଟି ଜାଣିଛି ଯେ ଦିଅଁ, ଦେଉଳ, ତୀର୍ଥ ସମସ୍ତଙ୍କ ପାଇଁ ଏକାପରି ନୁହେଁ। ହିନ୍ଦୁ; ଖ୍ରୀଷ୍ଟିୟାନ, ମୁସଲମାନ, ଜୈନ, ବୁଦ୍ଧ, ଶିଖ ପ୍ରତ୍ୟେକଙ୍କ ଦିଅଁ ପୃଥକ ପୃଥକ। ଧର୍ମପୀଠ ଭିନ୍ନ ଭିନ୍ନ, ତୀର୍ଥ, ବ୍ରତ, ଉପାସନା ସବୁ ପ୍ରକାର ପ୍ରକାର। ଈଶ୍ୱରଙ୍କ ସମ୍ପର୍କରେ ଲୋକଟି ଅନେକ କଥା ଶୁଣିଛି ବିଭିନ୍ନ ଲୋକଙ୍କ ମୁହଁରୁ। କେବେ କିଛି ନିଜ ଆଖିରେ ଦେଖିନି। ବୁଝିନି। ଚେଷ୍ଟା କରି ବି ପାରିନି। ଗୋଟିଏ ବୁଝିବାକୁ ଚେଷ୍ଟା କଲାବେଳେ